ଯୁଦ୍ଧଟାକୁ ହଁ ସତେଅବା ଏକମାତ୍ର କୁରୁକ୍ଷେତ୍ର ବୋଲି ବିଚାର କରାଯାଉଛି। ଆମେ ସମସ୍ତେ ଏକ ଅସ୍ୱାଭାବିକ ପୃଥ୍ଵୀସ୍ଥିତିରେ ବାସ କରୁଥିବା ସମୟରେ ସିନା ପୃଥିବୀର ସର୍ବାଧିକ ପଇସା ସେହି ସାମରିକ ଧନ୍ଦାଟା ପାଇଁ ଖରଚ କରାଯାଉଛି, ମାତ୍ର ତାହାକୁ କଦାପି କୌଣସି ଯୁକ୍ତିରୁ ମଧ୍ୟ ଆଦୌ ଲୋକଜୀବନର ସବାବଡ଼ ଉଦ୍ୟମ ବୋଲି କୁହାଯାଇ ପାରିବ ନାହିଁ। ଏଇ ଏହି ଯୁଦ୍ଧଟା ତ ବେଳେ ବେଳେ ଲାଗେ। ମାତ୍ର ଆଉଗୋଟାଏ ଯୁଦ୍ଧ ଯେ ପୃଥିବୀରେ ଆବବାହାନ କାଳରୁ ଲାଗିରହିଛି, ସେଇଟା ବିଷୟରେ ଅନ୍ୟମନସ୍କ ହେବାରୁ ମନାକଲେ ତାହା ପ୍ରକୃତରେ ଏକ ଚରମ ନିର୍ବୋଧତା ହିଁ ହୋଇ ରହିବ। ବେଳେ ବେଳେ ମନେ ହୋଇଜାଏ ଯେ, ରାଷ୍ଟ୍ରମାନେ ଏହି ଅସଲ ଯୁଦ୍ଧଟାକୁ ପାରନ୍ତି ନାହିଁ ବୋଲି ହୁଏତ କୌଣସି ପ୍ରକାରେ ଲୋକମାନଙ୍କର ଦୃଷ୍ଟିକୁ ଅନ୍ୟଆଡ଼େ ମୁହାଁଇ ରଖିବାକୁ ଏହି ଅନ୍ୟ ହତିଆର ଦ୍ୱାରା କରାଯାଉଥିବା ଯୁଦ୍ଧଗୁଡ଼ାକୁ ଆରମ୍ଭ କରିଦିଅନ୍ତି। ଭାରି ଭାବପ୍ରବଣ କରିଦିଅନ୍ତି। ତେଣୁ ସୈନ୍ୟସାମନ୍ତ ଓ ଗୁଳିବାରୁଦକୁ ନେଇ ଘଡ଼ିଏ ଦାନବବୃତ୍ତି କରି ସରକାର ସରକାର ଭିତରେ ଯେଉଁ ଯୁଦ୍ଧ ବେଳେବେଳେ ହୁଏ, ତାହା ଅସଲ ଯୁଦ୍ଧ ମୋଟେ ନୁହେଁ। ଭାରତବର୍ଷ ପାକିସ୍ତାନର ଅସଲ ଶତ୍ରୁ ନୁହେଁ କି ପାକିସ୍ତାନ ମଧ୍ୟ ଭାରତବର୍ଷର ଅସଲ ଶତ୍ରୁ ନୁହେଁ। ଆମର ଯୁଗ ଯୁଗର ଅସଲ ଶତ୍ରୁ ଆମ ଘରଭିତରେ। ଏହି ଅସଲ ଶତ୍ରୁଟି ସହିତ ଯୁଦ୍ଧ କରି ଆମେ ଆମ ନିଜ ନିଜ ଭୂଇଁରେ ଏକ ଅନ୍ୟଭଳି ନିୟତିର ନିର୍ମାଣ କରିବୁ ବୋଲି ଏକଦା ରାଜନୀତିକ ସ୍ୱାଧୀନତା ଲାଭ କରିଥିଲୁ। ଏହି ଯୁଦ୍ଧ ସାମାଜିକ ଅସମାନତା ବିରୋଧରେ ଯୁଦ୍ଧ, ସାମାଜିକ ନ୍ୟାୟ ପାଇଁ ଯୁଦ୍ଧ, ଅଶିକ୍ଷାର ଅନ୍ଧାର ସହିତ ଯୁଦ୍ଧ ଏବଂ ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟର ଅର୍ଥାତ୍ ଜଣେ ପୂର୍ଣ୍ଣ ନାଗରିକର ସ୍ୱୀକୃତି ଦେଇ ଏଠି ଯାବତୀୟ ଉଦ୍ୟମ ଏବଂ ପ୍ରତିଷ୍ଠାର କ୍ଷେତ୍ରରେ ଆଣି ଆସୀନ କରାଇବାର ଯୁଦ୍ଧ। ପାକିସ୍ତାନରେ ସେଇ ଯୁଦ୍ଧ, ଭାରତବର୍ଷର ସେଇ ଯୁଦ୍ଧ। କଟକରେ ସେଇ ଯୁଦ୍ଧ ଓ ଏବଂ କୋରାପୁଟରେ ସେହି ମଧ୍ୟ ଯୁଦ୍ଧ। ଆମ ଉତ୍କଳକୁ କଟକରୁ ଦେଖୁଥିବା କେତେକ ବାବୁ ଯେପରି କୋରାପୁଟକୁ ସତେଅବା କାହାଠାରୁ ଜୟକରି ଆଣି ନିଜର ଜମିଦାରୀଟା ଭିତରେ ମିଶାଇଥିବା ପରି ଏବେ ମଧ୍ୟ ଭାବନ୍ତି, ସେହି ବର୍ବରତା ସହିତ ସଭ୍ୟତାର ଯୁଦ୍ଧ, ମାନବସ୍ୱପ୍ନର ଯୁଦ୍ଧ। ସରକାରମାନେ କାରଗିଲ୍କୁ ପାରୁଛନ୍ତି, କାଶ୍ମୀରକୁ ପାରୁଛନ୍ତି, ମାତ୍ର ଏହି ଅସଲ ଯୁଦ୍ଧଟିକୁ କାହିଁକି ପାରୁନାହାନ୍ତି କେଜାଣି? ଏଠି ପାରୁନାହାନ୍ତି ବୋଲି ସେଠି କାଢ଼ ଦେଖାଇବାକୁ ଦଶଭୁଜ ଓ ଦ୍ଵାଦଶମୁଣ୍ଡ ହୋଇ ବାହାରି ପଡୁଛନ୍ତି କି? ବିଗତ ପଚାଶ ବର୍ଷ ହେଲା ରାଷ୍ଟ୍ର ଏହି ଯୁଦ୍ଧରେ ବସ୍ତୁତଃ କେବଳ ହାରି ହାରି ଆସିଛି। ଖାଲି ଧୋକା ଦେଇଛି। ଶତକଡ଼ା ପାଞ୍ଚ କି ଦଶ ଆମ ଜାତି ଏବ ଓ ଆମ ଦେଶ କହି ଗଗନ ପ୍ରକମ୍ପିତ ହୋଇ କରୁଛନ୍ତି। ଭାରତବର୍ଷ ତଥା ପାକିସ୍ତାନ ଉଭୟ ଦେଶରେ ଧୋକାଟା ହିଁ ରାଜତ୍ୱ କରୁଛି। ଅଳପ ମଣିଷ ବହୁତଙ୍କୁ ଧୋକା ଦେବାରେ ଲାଗିଛନ୍ତି ଏବଂ ଭାରତମାତାଙ୍କୁ ନେଇ ଶବ୍ଦର ମାଣିକ୍ୟରେ କବିତା ଲେଖି ଖୋଦ୍ ରଜାମାନେ ହିଁ ଆମକୁ ଅନ୍ୟମନସ୍କ କରିବାରେ ଫିକର କରୁଛନ୍ତି। ଏହି ଧୋକାଟା ହେଉଛି ସମ୍ପ୍ରତି ଆମ ପୃଥିବୀରେ ଅଧିକରୁ ଅଧିକ ଭୂମି ଗୁଡ଼ିକର ସମସ୍ୟା। ଖାଲି ଭାରତବର୍ଷ ଅଥବା ଖାଲି ପାକିସ୍ତାନର ସମସ୍ୟା ନୁହେଁ। ପୃଥିବୀର ଧର୍ମମାନେ, ପୃଥିବୀଯାକର ପଠୁଆମାନେ, ପୃଥିବୀର ଯଖ ଏବଂ କୁବେରମାନେ ସେହି ଧୋକାକୁ ଦୀର୍ଘସ୍ଥାୟୀ କରି ରଖିବାରେ ଅମାତ୍ୟ ବନି ସାହାଯ୍ୟ କରୁ ସାହାଯ୍ୟ ହିଁ କରୁଛନ୍ତି। ପୃଥିବୀଯାକର ସାହିତ୍ୟ ସେହି ଧୋକାଟା ପକ୍ଷରେ ବୟସ୍ୟ ସାଜି ବସିଛି। ଜାତୀୟତାବାଦର ଯାବତୀୟ ପ୍ରଦର୍ଶନ ବଟୁ ସାଜିଛି। ଭରଣ ଭରଣ ପଇସା ଖରଚ ହୋଇ ଗଦା ଗଦା ବୋମା ଓ